ନିହାରିକା ଢୁ ଢୁ କରି ମୁଣ୍ଡ ପିଟିଦେଲା ସୁଦର୍ଶନର ନିର୍ଜୀବ ଫଟୋ ଉପରେ। ଝଣ ଝଣ କରି ସବୁ କାଚ ଝରିପଡ଼ିଲା। ଧାର ଧାର ରକ୍ତରେ ତାର ଶାଢ଼ି ଭିଜିଗଲା, ସମ୍ଭାଳି ନ ପାରି ସେ ତଳେ କଚାଡ଼ି ହୋଇ ପଡ଼ିଲା। ସୁଦର୍ଶନ ମୃତ୍ୟୁର ଆଘାତ ତେବେ ବି ଯେଉଁମାନଙ୍କ ମନରୁ ଲିଭି ନ ଥିଲା, ସେ ତାର ଅଧ୍ୟାପକ ବନ୍ଧୁ ଚନ୍ଦ୍ରଶେଖର ଓ ତାଙ୍କର ପତ୍ନୀ ନିରୁପମା। ସବୁ ଦିନ ପରି ସେଦିନ ମଧ୍ୟ ଚନ୍ଦ୍ରଶେଖର କହିଲେ, "କିଛି କହିଲାନି ନିହାରିକା? କହିଲା ନାଇଁ ଯେ ଦୁହିଁଙ୍କ ମଧ୍ୟରେ ଏକ ବଡ଼ ଧରଣର ମନାନ୍ତର ଘଟିଥିଲା?" ନିରୁପମା ସବୁଦିନ ପରି କହିଲେ, "ନାଁ, କିଛି ମନାନ୍ତର ତାଙ୍କର ହୋଇ ନ ଥିଲା। ସେଇଆ ଭାବି ଭାବି ନିହାରିକା ଆଜି ପାଗଳ ହେବାକୁ ବସିଲାଣି।" ଦୀର୍ଘଶ୍ଵାସ ଛାଡ଼ି ଚନ୍ଦ୍ରଶେଖର କହିଲେ, "ସୁଦର୍ଶନର କେଉଁଠି କିଛି କଳଙ୍କ ନ ଥିଲା। ସରକାରୀ କର୍ମକ୍ଷେତ୍ରରେ, ଜମିବାଡ଼ିରେ ଅବା ପରିବାରରେ, ଦୁଃଖ ତ କିଛି ନ ଥିଲା, ଅଥଚ ଏତେ ଭଲ ଲୋକଟା" ନିରୁପମା ହସିଲା। କହିଲା, "ଗୋଟିଏ ଲୋକକୁ ଖୁବ୍ ଭଲ ବୋଲି କହିବା ତ ସବୁ ଦିନ ପାଇଁ ଯଥେଷ୍ଟ ନୁହେଁ।" ଚନ୍ଦ୍ରଶେଖର କହିଲେ, "କାହିଁକି ନୁହେଁ? ପନ୍ଦର ବର୍ଷ ଧରି ମୁଁ ତାକୁ ଦେଖିଆସୁଚି। ଏତେ ଖୋଲା ନିଷ୍କପଟ ପିଲା"ନିରୁପମା କହିଲା, "ପନ୍ଦର ବର୍ଷର ବନ୍ଧୁତା ଥାଇପାରେ। ପଚାଶ ବର୍ଷର ବି ହେଉ, ତଥାପି ବନ୍ଧୁତା ସେ ପାଖେ କିଛି ଅଛି ବନ୍ଧୁତ୍ୱରେ ମନ, ପ୍ରେମ, ଶ୍ରଦ୍ଧା ଜଡ଼ିତ ଥାଏ, ଚେତନା ତ ନୁହେଁ।" ଚନ୍ଦ୍ରଶେଖର କହିଲେ, "ଆଉ କିଛି ମାନେ?" ନିରୁପମା କହିଲା, "ସୁଦର୍ଶନକୁ ମୁଁ ଜାଣେ ସେ ଭାଇଙ୍କର ସାଙ୍ଗ। ତମେ ଜାଣ, ତା ପାଇଁ ଗୋଟାଏ ଝିଅ ଆତ୍ମହତ୍ୟା କରିଥିଲା?" "କ'ଣ ତମେ କହୁଚ?" ଚନ୍ଦ୍ରଶେଖର ବିସ୍ମିତ। ନିରୁପମା କହିଲା, "ବିଶ୍ଵାସ କର ମତେ, ସବୁ ସତ କହୁଚି। ଯାହା କାହାକୁ କହି ନ ଥିଲି, ନିହାରିକାକୁ ତ ମୋଟେ ନୁହେଁ। ଝିଅଟା ଅନ୍ତଃସତ୍ତ୍ଵା ହୋଇଥିଲା। ତାର ଅବାଞ୍ଛିତ ମାତୃତ୍ଵ ପ୍ରତି ସୁଦର୍ଶନ ଯେତେବେଳେ ଚରମ ଉଦାସୀନତା ଓ ଅସହାୟତା ଦେଖାଇଲା କ'ଣ କରନ୍ତା ସେ ଝିଅଟି ଆଉ? ସୁଦର୍ଶନର ବାପା ବଡ଼ଲୋକ, ଟଙ୍କା ଦେଇ ସେ କେତେକଙ୍କ ମୁହଁ କିଣିନେଲେ, ସମସ୍ତେ ଜାଣିଲେ ସନ୍ଧ୍ୟାରେ ଗାଧୋଇବାକୁ ନଦୀକୁ ଯାଇ ଗୋଡ଼ ଖସି ଝିଅଟା ବୁଡ଼ିମଲା। ମାତ୍ର ତାର ବାପା, ମା? ସୁଦର୍ଶନ ନିଜେ? ସେମାନଙ୍କୁ କ'ଣ ବିଶ୍ୱାସ କରିବାକୁ କେବେ କଷ୍ଟ ହେବ ନି ଯେ ଝିଅଟାର ଗୋଡ଼ ସତରେ ଖସିଚି ଓ ସେ ବୁଡ଼ି ମରିଚି?" ଚନ୍ଦ୍ରଶେଖର ସ୍ତମ୍ଭୀଭୂତ ହୋଇ ବସିଥିଲେ। କହିଲେ, "ହେଇପାରେ, ତା' ସହ ଏ ଆତ୍ମହତ୍ୟାର ସମ୍ବନ୍ଧ କ'ଣ ଥାଇପାରେ?" "କାହିଁକି ନ ଥାଇପାରେ? ମୋର ତାହାହିଁ ମନେହୁଏ।" ଚନ୍ଦ୍ରଶେଖର ହସିଉଠିଲେ। କହିଲେ, "ବଡ଼ ବୋକି ତମେ! ଏହା ଯଦି ଦୁଃଖ ହୁଏ, ତେବେ ତ ଝିଅଟା ମରିବା ସାଙ୍ଗେ ସାଙ୍ଗେ ମରିଥାନ୍ତା। ପନ୍ଦର ବର୍ଷ ପରେ, ଘରସଂସାର କରି, ପୁଅଝିଅର ବାପ ହୋଇ, ଏତେ ସୁଖରେ, ସେଦିନର ଘଟଣା ପାଇଁ ଆତ୍ମହତ୍ୟା କରିବା ବଡ଼ ଅସମ୍ଭବ!" ଏଥର ନିରୁପମା ହସିଲା, କହିଲା, "ଅସମ୍ଭବ କାହିଁକି? ସେ ତ ଝିଅଟାକୁ ଭଲପାଉ ନ ଥିଲା ଯେ ଝୁରି ହେଇ ମରିଥାନ୍ତା! ସେ କିଛି ଗୁଣ୍ଡାମି କରିଥିଲା। ତେଣୁ ସେ ଝିଅଟାର ମୃତ୍ୟୁକୁ ସେମିତି ଗୁଣ୍ଡାମିରେ ଉଡ଼େଇ ଦେଇଚି, ସାମାନ୍ୟ ବୋଲି ଭାବି। ମାତ୍ର ଯେତେବେଳେ ବୟସ ବିତିଚି ଓ ମନର ଚପଳତା କମି ଆସିଚି ଧୀରେ ଧୀରେ, ସେତେବେଳେ ସେଇ ସାମାନ୍ୟ ଘଟଣା, ଏକ ଅସାମାନ୍ୟ ଆଘାତ ହୋଇ ରହିଚି ତାର ଅବଚେତନରେ।"ଚନ୍ଦ୍ରଶେଖର କହିଲେ, "ଏମିତି."